ସପ୍ତାହକୁ ତିନୋଟି ଟଙ୍କା ଲାଭ ହେଲେ ଯଥେଷ୍ଟ। ଭାବିଲି, ତାକୁ ଏଣିକି ଟିକେ ସଭ୍ୟ କରେଇ ନେବି। ଏଇ କନାରେ ଫୁଲ୍ ପେଣ୍ଟ, ଆଉ ଏଇ କନାରେ ସାର୍ଟ। ଦେଖିଲ ଦେଖିଲ ଏ କନାତକ। ତୁମ ଭଳି ତା ଦେହର ରଙ୍ଗ ଟିକେ ତୋଫା। ଲମ୍ବାଚଉଡ଼ା ମଧ୍ୟ ଠିକ୍ ତୁମଭଳି। ମାନିବନି? ସେ କନାଗୁଡ଼ାକ ଦେଖି ସ୍ୱଭାବତଃ ଈର୍ଷା ହେବା କଥା। କିନ୍ତୁ ମୋ ମନରେ ଘୃଣା ଜନ୍ମେ। ମାଇପିଏ ଅଳଙ୍କାର ପିନ୍ଧିଲା ଭଳି ପୁରୁଷ ପଚାଶ ଷାଠିଏ ଟଙ୍କାର ପୋଷାକ ମଡ଼େଇ ହେବାଟା ମସ୍ତବଡ଼ ଏକ ପାପ ବୋଲି ମୁଁ ମନେ କରେ। ବୁଲୁକୁ କହେ ତୁମ ଭାଇ ଯଦି ମୋଭଳି ମନନେଇ ଗଢ଼ି ଉଠି ଥଆନ୍ତି,। ତୁମର ଏ ପୋଷାକ। ସଭ୍ୟତାକୁ କଦାପି ଗ୍ରହଣ କରିବେନି। ଆଚ୍ଛା ବୁଲୁ, ଏ ସବୁ ଫେରେଇ ଦେଲେ ଦୋକାନୀ କ'ଣ ନେବନି? ବୁଲୁ କହେ, ତୁମ ପାଇଁ ତ ନୁହେଁ, ଏତେ ବ୍ୟସ୍ତ କାହିଁକି? ବଙ୍ଗାଳୀମାନଙ୍କର ଭାଇ ଫୋଟା ଏକ ବଡ଼ ପର୍ବ। ଭଉଣୀମାନେ ଭାଇମାନଙ୍କୁ ନୂଆଲୁଗା ପିନ୍ଧେଇ ଦିଅନ୍ତି। ବରଣ କରି ନିଅନ୍ତି ଭାଇମାନଙ୍କୁ। ଫୁଲ ଚନ୍ଦନ ଦେଇ ବନ୍ଦା ପନା କରନ୍ତି। ସେଦିନ ଭାଇ ଫୋଟା। ବୁଲୁ କହେ ସେ ତାଙ୍କ ଦେଶକୁ ଯିବ। ଭାଇ ଫୋଟା ଦେଇ ଫେରିବ। ସକାଳ ପାହିଲା। ମୁଁ ଦେଖିଲି, ବୁଲୁ ଦେଶକୁ ଯାଇନି। ବୁଢ଼ୀ ଯାଇଛି। କ'ଣ ଗୋଟାଏ ଟେଲିଗ୍ରାମ ଆସିଲା, ସଙ୍ଗେ ସଙ୍ଗେ ରାତି ଗାଡ଼ିରେ ବୁଢ଼ୀର କଲିକତା ଯାତ୍ରା। ଦେଖିଲି ବୁଲୁ ଆଖିରେ ଧାର ଧାର ହୋଇ ଲୁହ। ଅତି ଗୁରୁତର ଆଘାତ ନ ହେଲେ, ଏଭଳି ଲୁହ ଆଖିରୁ ବାହାରେ ନା। ଦୁଃଖର ଭାରକୁ ଉଶ୍ୱାସ କରିବା ପାଇଁ, କି କେଉିଥି ପାଇଁ ଜାଣେନା ମତେ ଦେଖି ହଠାତ୍ କୁଣ୍ଢାଇ ପକାଇଲା ସେ। ମୁଁ ନିଶ୍ଚଳ ନିସ୍ତବ୍ଧ। ତା ହାତରେ ଲଟକି ରହିଥିବା ଟେଲିଗ୍ରାମଟି ପଢ଼ିଲି। ଛୋଟ ଭାଇର ମୃତ୍ୟୁ ସମ୍ବାଦ। ବୁଲୁର କୋହ ଧ୍ୱନି ମଧ୍ୟରୁ ମତେ ଯେପରି ଶୁଭୁଥିଲା, ହଁ ଆଜି ଭାଇ ଫୋଟା! ବୁଲୁର ଏ କୋହଧ୍ୱନି ମଧ୍ୟରେ କ୍ରମଶଃ ମୋ ଯୌବନଟା ଶୈଶବ ପାଲଟି ଆସିଲା। ମନେ ମନେ ଜୁଆଇଁ ହେବି, ଆରତିକି ନେଇ ଶିବୁ ପାଖରେ ଭେଟେଇବି-ଏ ସବୁ ନାନା ଅଶୋଭନୀୟ ବିକୃତ ମନୋଭାବ ନେଇ ମୁଁ ଆସିଥିଲି ଏ ଘରକୁ। ଆଜିର ଏଇ କେତୋଟି ଧାର ଲୁହ, ମୋର ମନ ଭିତରର ସେଇ ପାପକୁ ଏକା ବେଳକେ ପୋଛି ପାଛି ନିଃଶେଷ କରି ପକେଇଲା। ମୁଁ ନିଜକୁ ହଜେଇ ଦେଲି ଆରତି ନାନୀର ସ୍ନେହ ମମତା ଭିତରେ। ଶିବୁକୁ ତା ଆର ଦିନ ସବୁକଥା କହିଥିଲି-ତାର ହୃଦୟ ତରଳି ଯାଇଥିଲା। ଭାଇ ଉଭଣୀଙ୍କ ମୃତ୍ୟୁ ସମ୍ବାଦ ମନରେ କି ବେଦନା ଦିଏ, ସେ ଜାଣେ। ତା ଜୀବନରେ ସେ ଦୁଇଭଉଣୀଙ୍କି ଗୋଟିକ ପରେ ଗୋଟିଏ ହରେଇଚି-ଶେଷରେ ବାପା ମାଙ୍କୁ ହରେଇ ସେ ହୋଇଚି ଜୀବନରେ ଅନାତ୍ମୀୟ, ଏକାକୀ। ଆରତୀ ନାନୀର ସମସ୍ତ ଦାୟୀତ୍ୱ ଶିବୁ ମୁଣ୍ଡରେ ଲଦି ଦେଇ ମୁଁ ପୁରୀରୁ ଚାଲି ଆସିଲି ମୋ କର୍ମ କ୍ଷେତ୍ରକୁ। ଆରତୀ ନାନୀ ୟା ଭିତରେ ହେଲ୍ଥ ଭିଜିଟର ଟ୍ରେନିଂ ପାସକରି ଚାକିରି କରିଛି। ଆରତୀ ନାନୀ ସହିତ ମୋର ଯେତେବେଳେ ଦେଖାହୁଏ, ପଚାରେ ଶିବୁ କଥା। ଶିବୁକୁ ସେ କିଭଳି ଭଲ ପାଇଥିଲା ଜାଣେନା, କିନ୍ତୁ ଶିବୁ କଥା ମନେପଡ଼ିଲେ ତା ଆଖିରୁ ଲୁହ ଖସି